କାହିଁକି ତୁମର ଏତେ ସନ୍ଦେହ ଏତେ ଆଶଙ୍କା? ମୋର ଅସୁବିଧା, ମୋର ବେଦନା, ମୋର ଅପମାନ ଅପବାଦ ଯଦି ତୁମେ ମୋର ଜୀବନ ସର୍ବସ୍ୱ ହୋଇ ନ ବୁଝିବ, ମୋତେ ସାନ୍ତ୍ୱନା ନ ଦେବ; ତା'ହେଲେ ମୁଁ କାହାକୁ କହିବି? ମୁଁ ମୋର ବାପା ବୋଉ ସମସ୍ତେ ଥିବାସତ୍ତ୍ୱେ ତୁମକୁହିଁ ସବୁଠୁଁ ବେଶୀ ଭଲପାଏ; ହୃଦୟ ଦେଇ ଲହୁ ଲୁହ ଦେଇ, ପ୍ରାଣର ସମସ୍ତ ଆବେଗ ଓ ଉନ୍ମାଦନା ନେଇ ଭଲପାଏ। ସଦାବେଳେ ତୁମକୁ ପାଖରେ ପାଇବା ପାଇଁ; ତୁମ ସେବାରେ ନୀଜକୁ ନିୟୋଜନ କରିବା ପାଇଁ ଚାହେଁ। ମୋର ଜୀବନର ସବୁ ସୁଖ, ଶାନ୍ତି ଏପରି କି ଜୀବନ ବିନିମୟରେ ବି ମୁଁ ତୁମକୁ ଚାହେଁ। ସୁନ୍ଦର ହେଉ ବା ଅସୁନ୍ଦର ହେଉ ଏ ଦେହ, ଯୌବନ ବା ରୂପ ଯାହା କିଛି କହ; କ'ଣ ହେବ ସେ ସବୁ ତୁମ ବିନା? ଯାହାଙ୍କୁ ମୋର ଜୀବନର ସାଥୀ, ଜୀବନ-ସର୍ବସ୍ୱ ଓ ହୃଦୟର ପ୍ରିୟତମ ରୂପେ ହସି ହସି ବରଣ କରିନେଇଛି ତାଙ୍କରି ପଦତଳେ ହିଁ ମୋର ଶାନ୍ତି। ତୁମେ ଯେତେ ଭୁଲ୍ ବୁଝିଲେ ବି ମୁଁ ତୁମର। କାହାର ଅଧିକାର ନାହିଁ ଆତ୍ମାରୁ ଆତ୍ମାକୁ, ହୃଦୟରୁ ହୃଦୟକୁ, ରକ୍ତରୁ ରକ୍ତକୁ ଛଡ଼ାଇ ନେବାକୁ। କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗେ କାହିଁକି ତୁମେ ମୋତେ ବେଳେ ବେଳେ ଏମିତି ଅବିଶ୍ୱାସ କର। ତୁମେ ମୋତେ କୋଉ ଦୃଷ୍ଟିରେ ଦେଖ କେଜାଣି; ଜନ୍ମାଷ୍ଟମୀ ଦିନଠାରୁ ମୁଁ ତୁମକୁ ମୋର ଜୀବନର ସାଥୀ ରୂପେ ଗ୍ରହଣ କରି ସାରିଛି। ମୋର ଇଚ୍ଛାହୁଏ, ସଦାବେଳେ ତୁମ ପାଖରେ ବସି, ତୁମ ମୁହଁରୁ କଥା ଶୁଣୁଥାନ୍ତି କି? କିନ୍ତୁ କ'ଣ କରିବି-? ପରିସ୍ଥିତି ଓ ପରିବେଶକୁ ତ ନେଇ ପୁଣି ଚଳିବି। ମୁଁ ଜାଣେ ଅତି ଅଳ୍ପ ସମୟ ମଧ୍ୟରେ; ଅତି ଆକସ୍ମିକ ଭାବରେ ଆମ ଦୁହିଁଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ପ୍ରତିଷ୍ଠିତ ହୋଇଛି। ଏଥିରୁ ମୋତେ ଲାଗୁଛି ବୋଧେ ଏହା ପଛରେ ବିଶ୍ୱନିୟନ୍ତା ଭଗବାନ୍ଙ୍କର ଏକ ପ୍ରଚ୍ଛନ୍ନ ଆଶୀର୍ବାଦ ରହିଛି। ମୁଁ ତ ଆଜିକାଲି ଗୋଟିଏ ଧାଡ଼ି ବି ପଢ଼ିପାରୁନାହିଁ-। ଖାଇବା, ଶୋଇବା, ପଢ଼ିବା ସବୁବେଳେ ତୁମେ ମନେପଡ଼ୁଛ। ବହିକି ଚାହିଁଲେ ସେଥିର ପ୍ରତି ଅକ୍ଷରଗୁଡ଼ାକ ତୁମର ଗୋଟିଏ ଗୋଟିଏ ସୁନ୍ଦର ଚେହେରା ନେଇ ଠିଆ ହେଉଛି। ତାରି ଭିତରେ ମୁଁ ଦେଖୁଛି ତୁମକୁ। ଆଉ ପଢ଼ିବି କ'ଣ? ଏଣିକି ତୁମର ଯାହା ମୋତେ କହିବାର ଥିବ; ସବୁ ଲେଖି କରି ଦେଲେ ଭଲ ହେବ। କାରଣ ତୁମେ ତ ଏଡ଼େ ଅଭଦ୍ର ଯେ ତୁମ ଘରେ ମୋତେ କିଛି କହିବାକୁ ଦେବନି କି ନିଜେ ବି କିଛି କହିବନି। ଆଉ ଆସିଲା ବେଳକୁ ଖାଲି କହିବ-''ବହୁତ କଥା କହିବାକୁ ଥିଲା, କିଛି କହିପାରିଲିନି-। '' ଇଏ କୋଉ ପ୍ରକାର ଷ୍ଟାଇଲ୍ କେଜାଣି? ତୁମ ଘରକୁ ଯାଇ ଘଣ୍ଟା ଘଣ୍ଟା ରହିଲା ପରେ ବି ମୁଁ ଯେ କ'ଣ କଥାବାର୍ତ୍ତା ହୁଏ; ତୁମେ ଯେ କ'ଣ କୁହ ମୁଁ କିଛି ଜାଣିପାରେ ନାହିଁ। ତେଣୁ ଏଥର ସବୁ ଲେଖି ପଠାଇ ଦେବ; କାରଣ ତୁମ ପକ୍ଷରେ ମୋତେ ସାକ୍ଷାତରେ କିଛି କହିବା ବୋଧେ ସମ୍ଭବ ହେବନି। ମୁଁ ତୁମକୁ କଥା ଦେଉଛି ଆଜୀବନ ମୁଁ ତୁମର ହୋଇ ରହିବି। ଏତେ ସନ୍ଦେହ କାହିଁକି-? ତୁମେ ହୁଏତ କୌଣସି ମିଥ୍ୟା ପ୍ରଚାରରେ ମୋତେ ଭୁଲ୍ ବୁଝି ପଚାରି ନପାର; କିନ୍ତୁ ତୁମ ସହିତ